ପ୍ରକୃତରେ ସେଦିନ ତାକୁ ଦେଖି ମୋର ଯେମିତି ସାହାସ ଟିକିଏ ଫେରିଆସିଲା। କିଛି କହିବା ପୂର୍ବରୁ ମୁଁ କାହିଁକି ତିନି ଦିନ ହେଲା ଯାଇନାହିଁ, ତାର କୈଫିୟତ ସେ ପଚାରି ବସିଲା। ଅଗତ୍ୟା ମୁଁ ତାକୁ ସବୁ ଖୋଲି କହିବାକୁ ବାଧ୍ୟ ହେଲି। ମୋ କଥା ଶୁଣି ସେ ଖୁବ୍ ଚିନ୍ତିତ ହୋଇଉଠିଲା। ମୋର ମନେହେଲା, ସେ ଯେଉଁ ପରିମାଣରେ ଆନନ୍ଦ ନେଇ ଆମ ଘର ଭିତରକୁ ଆସିଥିଲା, ମୋ ମୁହଁରୁ କଥା ଶୁଣିସାରିବା ପରେ ତାର ଆନନ୍ଦ ଯେମିତି କୁଆଡ଼େ ଉଭେଇ ଯାଇଥିଲା। ରୀତା ଚା' ଆଣି ଆମ ସାମନାରେ ରଖି ବାହାରକୁ ଚାଲିଗଲା। ଚା' କପରେ ଓଷ୍ଠ ସଂଯୋଗ କରୁ କରୁ ସେ କହିଲା, ତମେ ଖୁବ୍ ବିଳମ୍ବ କରିଦେଲ, ଲୀଳା। ହୁଏତ ମୋ ଉପରେ ତୁମର ବିଶ୍ୱାସ ଆସିନଥିଲା। ଯେଉଁଥିପାଇଁ ତୁମର ଏପରି ଦୁର୍ଦ୍ଦିନରେ ମୋତେ ବି ଟିକିଏ ଅଂଶଗ୍ରହଣ କରିବାକୁ କହିପାରିଲ ନାହିଁ। ନୁରୁ ଉପରେ ସେତେବେଳେ ମୋର ସେହି ବିଶ୍ୱାସ ଥିଲା। କାରଣ ତାଙ୍କ ବାପାଙ୍କର ଲକ୍ଷ ଲକ୍ଷ ଟଙ୍କାର କାରବାର ଚାଲିଥିଲା, ଆଉ ଏକମାତ୍ର ଝିଅ ଭାବରେ ସେ ଯେ ଏତକ କରିପାରିବ, ଏ ଆଶା ମୋର ଥିଲେ ହେଁ ଅଳ୍ପଦିନ ତଳେ ଯେଉଁ ଋଣ ମୁଁ ଆଣିଥିଲି, ତାହା ପରିଶୋଧ ହୋଇନଥିଲା। ପୁଣି ଏତେଗୁଡ଼ାଏ ଟଙ୍କା... କୋଠରି ଭିତରେ ନୀରବତା ଭରି ରହିଥିଲା। ସେ ନୀରବତା ଭଙ୍ଗ କରି ଗମ୍ଭୀର ସ୍ୱରରେ କହିଲା, ତା ହେଲେ ତୁମର ଇଚ୍ଛା, ସେ ସେତକ ଟଙ୍କା ବିନିମୟରେ ଏ କୋଠାର ମାଲିକାନା ସ୍ୱତ୍ୱ ପାଉ, ଆଉ ତୁମେ ତୁମର ଭାଇ ଭଉଣୀମାନଙ୍କୁ ଧରି ଫୁଟପାଥ୍ ଉପରକୁ ଓଲ୍ହେଇପଡ଼? କିନ୍ତୁ ମୋର କଣ ଆଉ ଉପାୟ ଅଛି ତୁମେ କୁହ ନୁରୁ! ଏଭଳି ଅବସ୍ଥାରେ ମୁଁ କଣ କରିପାରେ? ଆଉ କିଏ ବା ମୋତେ ହଠାତ୍ ଏତେଗୁଡ଼ାଏ ଟଙ୍କା ଦେଇପାରିବ? ତା ହେଲେ ଯେଉଁ ସାହାସ ଧରି ତୁମ ଭାଇମାନଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରୁଥିଲ, ଏତିକିରେ ତାର ପୂର୍ଣ୍ଣଚ୍ଛେଦ ପଡ଼ିବ? ସେମାନେ ରାସ୍ତା ଘାଟରେ, ଅଗଣିତ ବୁଭୁକ୍ଷୁ କଙ୍ଗାଳଙ୍କ ପରି ହାତ ପତାଇ ଘୂରି ବୁଲିବେ ସର୍ବୋପରି ତୁମ ବଂଶର ଐତିହ୍ୟ ଏହିଭଳି ଭାବରେ ଲୋପ ପାଇଯିବ? ନୁରୁ ବେଗମ୍! ମୁଁ ଚିତ୍କାର କରିଉଠିଥିଲି। ତା କଥାରେ ଯେଉଁ ନଗ୍ନସତ୍ୟ ଫିଟିଉଠୁଥିଲା, ତାର ଏକ କାଳ୍ପନିକ ଚିତ୍ର ମୋର ଚକ୍ଷୁର ସମକ୍ଷରେ ଉଦ୍ଭାସିତ ହେଇଉଠୁଥିଲା। ଭୀତତ୍ରସ୍ତ ଭାବରେ ମୁଁ ତାକୁ ଭିଡ଼ିଧରିଥିଲି। ସେ ଆସ୍ତେ ଆସ୍ତେ ମୋ ହାତକୁ ତା ଦେହରୁ ଖସାଇ ନେଇ କହିଲା, ଦୁନିଆର ଗତି ବଡ଼ ବିଚିତ୍ର, ଲୀଳା। ଲୋକେ ସରଳ ଭାବରେ ଜୀବନ ଯାପନ କରିବାକୁ ଚେଷ୍ଟା କଲେ, କଦାପି ତିଷ୍ଠି ପାରିବେ ନାହିଁ। କିନ୍ତୁ ଠକାମୀ, ବିଶ୍ୱାସଘାତକତା, ନୃଶଂସତା ବଳରେ ମଣିଷ ସମାଜର ମୁଖ୍ୟସ୍ଥାନ ଅଗ୍ରାଧିକାର କରିପାରିବ। କିନ୍ତୁ ଏଭଳି କ୍ଷେତ୍ରରେ ମୋର ଆଉ ଉପାୟ କଣ, ନୁରୁ? ମୁଁ କଣ ମୋ ଭାଇମାନଙ୍କୁ ମଣିଷ କରିବାକୁ ଚେଷ୍ଟା କରିନାହିଁ? ନୁରୁ ଚେୟାର ଛାଡ଼ି ମୋ ପାଖକୁ ଆସିଲା। ତା ପରେ ମୋ ମୁହଁକୁ କିଛି ସମୟ ଅନାଇ ରହି କହିଲା, ତୁମେ ଆହୁରି ଦୃଢ଼ ହୋଇପାରିବ, ଆହୁରି କଠିନ ହୋଇପାରିବ? ଜୀବନ ସଂଗ୍ରାମରେ ଜୟଯୁକ୍ତ ହେବା ପାଇଁ, ତୁମର ଭାଇମାନଙ୍କୁ ମଣିଷ କରିବା ପାଇଁ ନିଜକୁ ଶକ୍ତ ରଖିପାରିବ? ନୁରୁର କଣ୍ଠ ଉତ୍ତେଜିତ ହୋଇଉଠୁଥିଲା। କିନ୍ତୁ ମୁଁ ତା କଥାରୁ କିଛି ବୁଝିପାରୁନଥିଲି। ସେ ମୋତେ ଜୋରରେ ହଲାଇ ଦେଇ